ଭଗବାନ ନିରୋଳାରେ ମିଳନ୍ତି ବୋଲି ପରମ୍ପରାଟିକୁ ସମ୍ଭବତଃ ସେଇମାନେ ଆରମ୍ଭ କରିଥିଲେ। ସେହି ସମ୍ପ୍ରଦାୟମାନଙ୍କର ପ୍ରବୀଣମାନେ ପର୍ଯ୍ୟଟନରେ ବାହାରୁଥିଲେ, ଶିଷ୍ୟ ଗ୍ରହଣ କରୁଥିଲେ। ମାତ୍ର ସମ୍ଭବତଃ ଚୈତନ୍ୟଦେବଙ୍କ ସମୟରୁ ନଗର ପରିକ୍ରମାର ପଦ୍ଧତିଟି ଆରମ୍ଭ ହେଲା। ସାଧନାର ସର୍ବଜନୀକରଣ କରିବାର ଏକ ପ୍ରୟାସରେ ହୁଏତ ନାମ ସଂକୀର୍ତ୍ତନର ପରମ୍ପରାଟି ଜନ୍ମଲାଭ କଲା-। ସେଇଟି ପଛରେ ଏକ ଯୁଗୋଚିତ ଅଭିପ୍ରାୟ ମଧ୍ୟ ରହିଥିଲା। ଚୈତନ୍ୟ ଦେବଙ୍କର ଉତ୍କଳ ଆଗମନ ଫଳରେ ସେହି ଚଳଣିଟି ଆମର ଏଠି ମଧ୍ୟ ଆସି ପହଞ୍ଚିଗଲା କି? ଧର୍ମାବେଗକୁ ଲୋକପ୍ରିୟ କରିବାର ଅଭିପ୍ରାୟରେ ତାହାକୁ ପ୍ରାୟ ଗୋଟିଏ କୋଳାହଳରେ ପରିଣତ କରିଦେବାରେ ନାନା ଆପଦ ମଧ୍ୟ ରହିଛି। କେବଳ ଏକ ଆବେଗ ପ୍ରଦର୍ଶନ ଆଦୌ ଧର୍ମ ନୁହେଁ। ଧର୍ମ କହିଲେ ସତକୁ ସତ ଏକ ବିଶ୍ୱାସକୁ ବୁଝାଏ, ଏକ ବିବେକକୁ ବୁଝାଏ ଏବଂ ସେହି ବିବେକର ସନ୍ତୋଷଭାଜନ ହେଲାଭଳି ଏକ ବାଟ ଚାଲିବାକୁ ମଧ୍ୟ ବୁଝାଏ। ଭାରତବର୍ଷରେ ସେହି ବିବେକଟି ଏବେ ଯେତେ ଅଣ୍ଡାଳିଲେ ମଧ୍ୟ ସତେଅବା ହାତକୁ କେଉଁଠାକୁ ହେଲେ ବାଜୁନାହିଁ। କୋଳାହଳଟା ହିଁ ପ୍ରାୟ ଏକ ରାଜସିକ ମର୍ଜିରେ ରାଜତ୍ୱ କରିବାରେ ଲାଗିଛି। କୋଳାହଳ ମନୁଷ୍ୟମାନଙ୍କୁ ସବୁ ସିଦ୍ଧ ଓ ସଂପନ୍ନ ହୋଇଯିବାର ଏପରି ଏକ ମିଛ ପ୍ରତ୍ୟୟ ଦେଇଯାଉଛି, ଯାହାଦ୍ୱାରା ସେମାନେ ଜୀବନ ବଂଚିବାର ଅସଲ ଜାଗାଗୁଡ଼ିକରେ ଗର୍ଦ୍ଦଭ ପରି ହିଁ ବଞ୍ଚୁଛନ୍ତି। ସାମାଜିକ ଜୀବନରେ ବହୁ ଅଧର୍ମ ଓ ଅବିବେକକୁ ପ୍ରଶ୍ରୟ ଦିଆଯାଉଛି ଏବଂ ଏଣେ ଅପରିମିତ ଭାବରେ ହିଁ କୋଳାହଳମାନ ବୃଦ୍ଧି ପାଉଛି। ଭାରତବର୍ଷ ପରି ଏକ ବହୁଧର୍ମୀୟ ଦେଶରେ କୋଳାହଳଟାକୁ ହିଁ ଏକ ଧର୍ମପାଳନ ବୋଲି ଧରିନେବାରେ ଦୁରନ୍ତ ଆପଦମାନ ଜଡ଼ିତ ହୋଇ ରହିଛି। କୋଳାହଳରେ ଏକ ଆରେକୁ ଟପିଯିବା ପାଇଁ ଉତ୍ସାହ ଦେଖାଉଛନ୍ତି ଏବଂ ଅସଲ ଧର୍ମଚାରଣା ଲଟାରେ ଯାଇ ପଶିଲାଣି। ଠାକୁର ମନ୍ଦିରରେ ଉଚ୍ଚକୁହା ଯନ୍ତ୍ର ନଲାଗିଲେ ଆଉ ମୋଟେ ଭଲ ଲାଗୁନାହିଁ। ମେଢ଼ ଏବଂ ମୂର୍ତ୍ତିମାନଙ୍କୁ ସଂଗୀତର ଯାନ୍ତ୍ରିକ କୋଳାହଳରେ ରାତି ରାତି ଅନିଦ୍ରା କରି ରଖାଯାଉଛି। ସତେ ଯେପରି ଆମ ନିଜର ଭୋଗଘର ଗୁଡ଼ିକର ଆନନ୍ଦବର୍ଦ୍ଧନ ନିମନ୍ତେ ଏହିସବୁ ପୂଜା ଓ ଉତ୍ସବର କୋଳାହଳପୂର୍ଣ୍ଣ ଭିଆଣଗୁଡ଼ିକ ତୁଚ୍ଛା ଆମରି ଦ୍ଵାରା କରାହୋଇଛି। ପୂଜାର ପ୍ରାଙ୍ଗଣମାନେ ସଂଖ୍ୟାରେ ବଢ଼ିବାରେ ଲାଗିଛନ୍ତି; ଦେବତାମାନଙ୍କ ପ୍ରତି ପ୍ରୀତି ବଢୁଛି ବୋଲି ନୁହେଁ, ଦେବତାମାନଙ୍କୁ ବ୍ୟବହାର କରି କୋଳାହଳରେ ମାତିବା ନିମନ୍ତେ ହିଁ ସେସବୁ ହେଉଛି। ଦେବତାମାନେ ସତକୁ ସତ କେଉଁଠି ଥିଲେ କେଉଁଦିନୁ ଏହି ଅନାଚାରର ପ୍ରତିବାଦ କରି ସାରନ୍ତେଣି। ଭାଗ୍ୟକୁ ସେମାନେ ନାହାନ୍ତି, ତେଣୁ ଆମେ ଆମ ନିଜ ଦିମାକ ଅନୁସାରେ ଭାରି ଟହଟହ ହୋଇପାରୁଛୁ, ନିଜର ଧର୍ମ ଉପରେ ବୁଲଡୋଜର ଚଲାଇ ଦେଉଛୁ। ମେଢ଼ରେ ଯଦି ସତକୁ ଦେବୀ କି ମହାଦେବ ଥାଆନ୍ତେ, ତେବେ ଆମେ ରାତିଯାକ ନିତମ୍ବଗୁଡ଼ିକୁ ମଞ୍ଜୁଳ ଭାବରେ ହଲାଇ ମେଲୋଡ଼ି କୀର୍ତ୍ତନ କରିବାକୁ ବସିଲେ ସେମାନେ ସମ୍ଭବତଃ କୋପ କରି ଝଡ଼ତୋଫାନ ପଠାଇ ଆମ ମଚଂ ସହିତ ଆମକୁ ମଧ୍ୟ ଉଡ଼ାଇ ନେଉଥାଆନ୍ତେ। ତେଣୁ ଭାରି ଭଲ ହେଲା, ଏହି କଳିଯୁଗରେ ଆମେ ସ୍ୱୟଂ ଆମ ଠାକୁରମାନଙ୍କର ଗତି ଓ ମତିକୁ ନିର୍ଦ୍ଧାରଣ କରିବାର ମାରଫତରେ ରହିଲୁ। ସେମାନଙ୍କୁ ଆମ ସହିତ ରଖିଥଲେ ହୁଏତ ବହୁତ ଶଙ୍କା ସହକାରେ ଆମେ ଆମ ପସନ୍ଦର ଏହି ଜୀବନଗୁଡ଼ିକୁ ବଂଚୁଥାଆନ୍ତୁ ଓ ଆମ ଭିତରେ ବହୁତ ଅତୃପ୍ତି ରହିଯାଉଥାଆନ୍ତା-। ଭଲହେଲା ଆମ ମନ ଜାଣି ଆମ ଠାକୁରମାନେ ଏଡ଼େ ଦୟାପରବଶ ହୋଇ